ମାତ୍ର ଆଜି ଯେଉଁ ଭଲ ପାଇବା ମୋର ତମପାଇଁ କୁଳୁକୁଳୁ ହୋଇ ବହି ଯାଉଚି, ତାହା ସବୁ କିଛି ନିଜର ହରାଇବା ଲାଗି। ମୋର ଏହି ନିସ୍ୱତାର, ଦୀନତାର, ବୁକୁଭରା ପ୍ରେମ ଗ୍ରହଣ କର ହେ ମହାପ୍ରେମିକ! ଜଗବନ୍ଧୁଙ୍କ କଣ୍ଠ ଗଦ୍‌ଗଦ ହୋଇ ଉଠିଲା ତାଙ୍କର ଅନୁଭୂତ ହେଲା ହସ୍ତପଦହୀନ ଜଗନ୍ନାଥ ତାଙ୍କୁ ଏକ ଗହୀର ଆଲିଙ୍ଗନରେ ବାନ୍ଧି ରଖିଛନ୍ତି। ଆଉ ସେ ନିଜେ ଧାର ଧାର ଅଶ୍ରୁରେ ଗୁଣୁଗୁଣୁ ହୋଇ କହୁଚନ୍ତି, "ହେ ପରମ ବନ୍ଧୁ! ତୁମର ପଥ ନାହିଁକିନ୍ତୁ ତମେ ହିଁ ଅନନ୍ତ ପଥିକ!" ଲୟ ବିଲୟ ସନ୍ଧ୍ୟାବେଳର ଏହି ଥିରି ଥିରି ପବନରେ ଯେମିତି ଗୁଡ଼ାଏ ମହୁଭରା ସରାଗ ବୋଳି ହୋଇ ରହିଚି। ଆଜି ଯେ ତା'ର ଚତୁର୍ଥୀ, ଏଇ କଥାଟା ତାର ବନ୍ଧୁମାନେ ତାକୁ ବାରମ୍ବାର ସ୍ମରଣ କରାଇ ଦେଇଥିବାରୁ ବୋଧେ ଆଜିର ଏ ସନ୍ଧ୍ୟା, ତାର ସମୀର, ଆକାଶ, ପ୍ରକୃତି ସବୁ ତା' ପାଇଁ ଏକ ନୂତନ ରୂପରେ ନିର୍ଦ୍ଧାରିତ ହୋଇ ଉଠିଚି। କେମିତି କେଜାଣି ସବୁ ଲାଗୁଚି ନୂଆ ନୂଆ। ଆଉ ସେ ନିଜେ ବି ଯେମିତି ନୂଆ ଅନୁଭବର ଏକ ନୂଆ ମଣିଷ। ଆଜି ତାର ଚତୁର୍ଥୀ! ମାନେ ବିବାହର ଚତୁର୍ଥ ଦିନ। ଆଉ ଟିକିଏ ସିଧା କରି କହି ବସିଲେ ମଧୁଶଯ୍ୟ ଏଁ ମଧୁଶଯ୍ୟା? ବିବାହର ତେବେ କ'ଣ ତାର ସରିଗଲାଣି? ହଁ ତ, ଆଶ୍ଚର୍ଯ୍ୟ ହବାର ବା କଣ ଅଛି? ଏଇ ମାତ୍ର ଚାରି ଦିନ ତଳେ, କେତେ ବାଜା ବାଜିଲା, ବାଣ ଫୁଟିଲା, କେତେ ଭୋଜି ଭାତ, କେତେ ବନ୍ଧୁ ବାନ୍ଧବଙ୍କର ଗହଳ ଚହଳ ଲାଗିଲା। ସେ ନିଜେ ବି ବର ବେଶ ହୋଇ ପାଦରେ ଅଳତା ନାଇ, ବେକରେ ଏତେଗୁଡ଼ାଏ କର୍ପୂର ଓ ଫୁଲର ମାଳ ଗଳେଇ, କାର୍‌ରେ ବସି ବାହା ହବାକୁ ଗଲା। ଆଉ ସେହି ମଧ୍ୟରାତ୍ରିର ଗଭୀରତା ଭିତରେ, ହୋମ ଅଗ୍ନିର ସାମ୍ନାରେ, ଦରସିଝା ହୋଇ, ସେଇ ଅବଗୁଣ୍ଠନବତୀ ତନୁପାତଳୀ ଝିଅଟି, ଜ୍ୟୋତ୍ସ୍ନାର ପାଣି ଗ୍ରହଣ କଲା।କାଲି ସେ ସସ୍ତ୍ରୀକ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରିଚି। ଆଉ ଆଜି ତାର ଚତୁର୍ଥୀ, ପ୍ରଥମ ମିଳନର ରାତ୍ରି। କାଲି ଯାହାର ପାଣିଗ୍ରହଣ କରିଥିଲା, ଆଜି ତାକୁ ନିକାଞ୍ଚନରେ ଇମିତି କ'ଣ ଖାଲି ଚାଲିବା, ଆଉ ଚାଲିବା? କ'ଣ ଏଇ ଚାଲିବାର ଅର୍ଥ? କ'ଣ ଏଇ ସ୍ୱପ୍ନର ଅର୍ଥ? ଏଇ ଚାଲିବାର ଶେଷ କେଉଁଠି? ଏମିତି ଚାଲି ଚାଲି ଶେଷ ପଥରେ ସେ କ'ଣ ପାଇବ? ମଣି କାଞ୍ଚନ? ହୀରା ନୀଳା? କ'ଣ, କ'ଣ? ଭେଟିବ, ଜୀବନ ମରଣର ସାଥୀ କରି, ସହଧର୍ମିଣୀ ଓ ସହକର୍ମୀଣୀ କରି, ଅର୍ଦ୍ଧାଙ୍ଗିନୀ କରି। ସହଧର୍ମିଣୀ ଆଉ ଅର୍ଦ୍ଧାଙ୍ଗିନୀ? ଯାଃ, ଭାବିଲା ବେଳକୁ କେମିତି ଲାଜ ଲାଗୁଚି! ତାକୁ ପୁଣି ନିକାଞ୍ଚନରେ ଭେଟିବ? ୟେ ତ ଆହୁରି ଅଡ଼ୁଆ କଥା! ସତେ, ଏ କଥା କଳ୍ପନା କଲାବେଳକୁ ହିଁ ଭାରି ଅଡ଼ୁଆ ଅଡ଼ୁଆ ଲାଗୁଚି। ଲାଜ ତ ତା' ଠାରୁ ବେଶୀ! ତଥାପି ମିଠା ମିଠା ଏକ କୌତୁହଳ, ଅନନୁଭୂତ ଏକ ଉତ୍କଣ୍ଠାର ମିଶାମିଶି ଏକ ନୂତନ ଚେତନା ତା'ରି କ୍ଳାନ୍ତ ମନରେ ସଞ୍ଚରି ଆସୁଚି ଖୁବ୍ ଧୀରେ ଧୀରେ। ନବେନ୍ଦୁ ନିଜର କୋଠାର ଛାତ ଉପରେ ଏକୁଟିଆ ବୁଲିବାରେ ଲାଗିଥିଲା। ଘଡ଼ିରେ ତାର ମୋଟେ ସାତଟା ପଇଁଚାଳିଶି। ସନ୍ଧ୍ୟାର ରଙ୍ଗ ଏପର୍ଯ୍ୟନ୍ତ ଲିଭିନାହିଁ। ଆକାଶଟା ଅସମ୍ଭବ ନେଳି। ଆଉ ତିଥିଟା ତ ନିଶ୍ଚୟ ଚତୁର୍ଦ୍ଦଶୀ, ସେଥିପାଇଁ ଆକାଶର ନୀଳିମାରେ ଏଇ ପରିପୂର୍ଣ୍ଣ ଚନ୍ଦ୍ରର ଉଦୟ ଏତେ ପ୍ରଦୀପ୍ତ। ଆକାଶ ଓ ପୃଥିବୀର ଅଙ୍ଗେ ଅଙ୍ଗେ ଜ୍ୟୋତ୍ସ୍ନାର ପ୍ଲାବନ। କୋଠା ଛାତର ଶେଷାଂଶରେ ସେ ଯେଉଁ କାଠଚମ୍ପା ଗଛରେ କୁଞ୍ଜଲତାର ଲତାଟି ଲଟେଇ ଯାଇଥାଏ, ସେଥିରେ ବି ଆଜି ଅସମ୍ଭବ ଫୁଲର ଜୁଆର। କି ସୁନ୍ଦର, ମଧୁର ବାସ୍ନା! ନବେନ୍ଦୁର ମନେହେଲା ଅତି ଉଦ୍ଦେଶ୍ୟମୂଳକ ଭାବେ ଏ ଆକାଶ, ପ୍ରକୃତି, ଫୁଲ ଓ ତାର ବାସ୍ନା, ଜ୍ୟୋତ୍ସ୍ନାର ପ୍ଲାବନ ଭଳି, ତା' ମନର ନୀଳ ପ୍ରାନ୍ତରରେ ଭିଜିଯିବା ପାଇଁ ଯେମିତି ନିବେଦିତ ହୋଇ ରହିଚି। ନବେନ୍ଦୁ କୋଠା ଛାତରେ ପଦଚାରଣ କରିବାରେ ଲାଗିଲା। ତଳ ମହଲାରେ କୋଳାହଳ ଲାଗିଚି। ପ୍ରୀତି ଭୋଜନ ପାଇଁ ନିମନ୍ତ୍ରୀତ ହୋଇ ଆସିଥିବା ବହୁ ଅତିଥିଙ୍କର ସମାଗମ ଘଟିଚି। ସେପାଖରେ ଗ୍ରାମ୍‌ଫୋନ ରେକର୍ଡରେ ବାଜୁଚି କ'ଣ ଗୋଟାଏ ସିନେମାର ଗୀତ। ଲାଗିଚି ଖୁବ୍ ଚହଳ। ନିଶ୍ଚୟ କୌଣସି କାର୍ଯ୍ୟର ଦାୟିତ୍ଵ ଦେବା ପାଇଁ ବାପା ତାକୁ ଖୋଜୁଥିବେ।